ପ୍ରକୃତରେ ହିମାଳୟର ଶାଖାପ୍ରଶାଖା ଭିତରେ ଆଫ୍ରିଦୀ ଅଞ୍ଚଳ ବ୍ୟତୀତ ମଣିଷ ଏଭଳି କେଉଁଠି ଭୟରେ ଆତଙ୍କିତ ହୋଇ ଉଠେନା। ସମତଳ ଭାରତର ବହୁ ଲୋକଙ୍କ ଧାରଣା, ଆସାମରେ ଦେଖିବାକୁ ମିଳେ ମାୟାବିନୀ ଦଳ। ଏମାନେ କେବଳ ମଣିଷକୁ ବଶୀଭୂତ କରି ରଖନ୍ତିନି, ମଣିଷକୁ ଧ୍ୱସ କରିପକାନ୍ତି। ଛଅ ଶହ ବର୍ଷ ତଳେ ମହମ୍ମଦ ସାହାଙ୍କ ଅମଳରେ ପଠାର ଯୋଦ୍ଧାମାନଙ୍କ ଏକ ପ୍ରକାଣ୍ଡ ଦଳ ଆସିଥିଲେ ଆସାମକୁ, କିନ୍ତୁ ପର୍ବତ ପ୍ରାଚୀନ ଅନ୍ତରାଳରେ ଏକ ଲକ୍ଷ ଅଶ୍ୱାରୋହୀ ସେନା କେଉଁ କାରଣରୁ କେଜାଣି ମୃତ୍ୟୁ ବରଣ କଲେ, ସେମାନଙ୍କ ଚିହ୍ନ ବର୍ଣ୍ଣ ବି ମିଳିଲା ନାହିଁ। ଆସାମର ପୌରାଣିକ ନାମ କାମରୂପ। ନରକାସୁର ଥିଲେ କାମରୂପର ମହାରାଜା, ଅଧିପତି। ଗୌହାଟୀ ପାଖରେ ଥିଲା ତାଙ୍କର ରାଜଧାନୀ। କଥା ଅଛି, ଦକ୍ଷଯଜ୍ଞ ପରେ ସତୀଙ୍କ ମୃତଶରୀରର ସ୍ନଗ୍ଧ ରେ ବହନକରି ଉନ୍ମତ୍ତ ଶିବ ଯେତେବେଳେ ଭୂଭାରତରେ ଯାତ୍ରା କରନ୍ତି, ବିଷ୍ଣୁ ଦେଖିଲେ ସୃଷ୍ଟି ସ୍ଥିତି ଉପରେ ପ୍ରଳୟ କାଳର କଳ୍ପାନ୍ତ ଘନେଇ ଆସୁ। ସେ ତାଙ୍କ ସୁଦର୍ଶନ ଚକ୍ରର ପ୍ରୟୋଗରେ ବିରାଟ ମାନବସମାଜକୁ ରକ୍ଷାକରିବା ପାଇଁ ଅଗ୍ରସର ହୁଅନ୍ତି। ସେହି ସୁଦର୍ଶନ ଚକ୍ରର ଆଘାତରେ ଖଣ୍ଡିକ ସତୀଙ୍କ ମହାମୁଦ୍ରା ଏହି କାମରୂପ ଅନ୍ତର୍ଗତ ବ୍ରହ୍ମପୁତ୍ର ତଟପ୍ରାନ୍ତବର୍ତ୍ତୀ ନୀଳାଚଳ ପର୍ବତ ଉପରେ ପତିତ ହୁଏ। ତା ପରେ ଏହି ପରମ ରମଣୀୟ ପାହାଡ଼ର ଶିଖରଲୋକ ଜ୍ୟୋସ୍ନାଲୋକରେ ଉଦ୍ଭାସିତ, ଚନ୍ଦ୍ରହାସିତ ବ୍ରହ୍ମପୁତ୍ର ନୀଳାଚଳର ଚରଣ ଧୌତ କରିବାରେ ବ୍ୟ। ଏହି ସମୟରେ ହିମାଳୟର ମାୟା କାନନ ଭିତରୁ ଦେବୀଲୋକବାସିନୀ ଜଣେ ଯୁବତୀ ମୁଗ୍ଧଚକିତ ହୃଦୟ ନେଇ ଅବତରଣ କରନ୍ତି ଏହି ନୀଳାଚଳ ପର୍ବତ ଉପରେ। ସେଦିନ ମାୟାଚ୍ଛିନ୍ନ ଜ୍ୟୋସ୍ନାଲୋକ ଏତେ ନିବିଡ଼, ଏତେ ମଧୁର ହୋଇ ଉଠିଥିଲା ଯେ,। ଯୁବତୀ ନିଜର ଲଜ୍ଜାଭରଣ ପିନ୍ଧି ଆସିବାକଥା ସମ୍ପୂର୍ଣ୍ଣ ଭାବରେ ଭୁଲି ଯାଇଥିଲେ। ଉଲଗ୍ନା ସେ। ସର୍ବାଙ୍ଗରେ ଯୌବନର ବିଲୁଣ୍ଠିତ ଦ୍ୟୁତି। ଏହି ସମୟରେ ରାଜା ନରକାସୁର ଏହି ନୀଳାଚଳ ଅରଣ୍ୟରେ ପାରିଧି କରିବାକୁ ଆସିଥାଆନ୍ତି। ସେ ଦେଖିବାକୁ ପାଆନ୍ତି ଏହି ଉଲଗ୍ନା ସୁନ୍ଦରୀଟିକୁ। ଘୋଡ଼ା ଛୁଟେଇ ପାଖକୁ ଲାଗିଆସିଲେ ସେ। ବଡ଼ ଲଜ୍ଜାବୋଧ କଲେ ପଚାରିବା ପାଇଁ; କିନ୍ତୁ ପ୍ରାଣର ଅଧୀରତାରେ ଅସମ୍ଭାଳ ହୋଇପଡ଼ିଲେ ସେ। ପଚାରିଲେ–ତୁମେ କିଏ? –ମୁଁ କାମଦେବୀ, ପ୍ରଣୟର ପ୍ରତୀକ। ନୀଳାଚଳର ପର୍ବତଶିଖରରେ ମୋ ନାମରେ ଗୋଟିଏ ମନ୍ଦିର ସ୍ଥାପିତ ହୋଇପାରିବ କି ନାହିଁ, ସେଇ ଉଦ୍ଦେଶ୍ୟରେ ଏଠିକି ଆସିଚି ଦେଖିବା ପାଇଁ। ନରକାସୁର କହିଲେ, ଯଦି ଅନୁମତି ମିଳେ, ମୁଁ ନିର୍ମାଣ କରିଦେବି ମନ୍ଦିର, ତୋରଣ, ପଥ, ଘାଟ ଯାହା କିଛି–ନିଜର ପ୍ରାଣ ଦେଇ, ଯଥାସର୍ବସ୍ୱ ଦେଇ। ବଙ୍କିମ ନୟନରେ କଟାକ୍ଷ ହାଣି କାମାକ୍ଷୀ କହିଲେ, ତୁମର ବା କି ସ୍ୱାର୍ଥ? ବିହ୍ୱଳ, ବିଦଗ୍ଧ କଣ୍ଠରେ ନରକାସୁର କହିଲେ, ତୁମର ଏହି ତନୁଲତା ସହିତ ମୋର ମରଣର ଫାଶ ବନ୍ଧା ହୋଇ ରହିଛି। ଦେବି! ତୁମେ ମତେ ପତି ରୂପେ ବରଣ କର, ନଚେତ୍ ଏହି ରାଜମୁକୁଟ ନିକ୍ଷେପ କରିବି ଏହି ବ୍ରହ୍ମପୁତ୍ରର ଖରସ୍ରୋତରେ। କାମଦେବୀ ଏହି ପ୍ରସ୍ତାବରେ ରାଜି ହେଲେ ସତ, କିନ୍ତୁ ଦୁଇଟି ସର୍ତ୍ତରେ। ସର୍ତ୍ତ ହେଉଛି, ଏହି ରାତାରାତି ମନ୍ଦିର ନିର୍ମିତ ହେବ, ସମତଳ ପ୍ରଦେଶ ସହିତ ନୀଳାଚଳର ଯୋଗାଯୋଗ ପଥ ସଙ୍ଗେ ସଙ୍ଗେ ପଡ଼ିବ। ଯଦି ଏହି ଦୁଇଟି ଯୋଜନା ରାତି ନ ପାହୁଣୁ କାର୍ଯ୍ୟକାରୀ ହୁଏ, ତେବେ ମୁଁ ତାଙ୍କର ଅଙ୍କଶାୟିନୀ ହେବି। ନର ନରକାସୁରଙ୍କ ମନରେ ଆନନ୍ଦିତ ଆନନ୍ଦ କହିଲେ ନ ସରେ।